ସାରା ଆକାଶ କଳା ଧୂଷର ମେଘରେ ଆଚ୍ଛନ୍ନ ହୋଇପଡ଼ିଲା। ଅନେକ ଦିନ ପରେ ଯେତେବେଳେ ସେମାନେ ଏକତ୍ରୀତ ହୋଇଛନ୍ତି ପୁଣି ନିଜର କାଢ଼ୁଆ ପଣ ଦେଖାଇବାକୁ, ସେତେବେଳେ ସେମାନେ ଆନନ୍ଦରେ ଏପଟରୁ ସେପଟ ଦୌଡ଼ା ଦୌଡ଼ି କରିବାକୁ ଲାଗିଲେ। ଏ ଦିଗରୁ ସେ ଦିଗ ଦୌଡ଼ା ଦୌଡ଼ି ବେଳେ ପରସ୍ପର ପରସ୍ପର ଦେହରେ ଧକ୍କାଖାଇ ଗର୍ଜନ କରିବାକୁ ଲାଗିଲେ। ସେମାନଙ୍କଠାରୁ ସୃଷ୍ଟି ହେଉଥିବା ବିଦ୍ୟୁତ୍ ଝଲକରେ ଅନ୍ଧାର ହୋଇଥିବା ପୃଥିବୀ କ୍ଷଣକପାଇଁ ବିପୁଳ ଆଲୋକର ରେଖା ଖେଳି ଯାଉଥାଏ। ତାପରେ ଆରମ୍ଭ ହେଲା ବର୍ଷା ମେଘମାନଙ୍କର ଅଭ୍ୟାସଗତ କର୍ମ। ଦୀର୍ଘ ତିନିବର୍ଷର ପ୍ରଚଣ୍ଡ ଖରାରେ ଭୂଇଁ ଶୁଖି ପଡ଼ିଛି। ଜଳବିନ୍ଦୁ ମାଟିରେ ପଡ଼ିଲା ମାତ୍ରେ କେଉଁଆଡ଼େ ଅଦୃଶ୍ୟ ହୋଇ ଯାଉଥାଏ। ଯେତିକି ଅଦୃଶ୍ୟ ହେଉଥାଏ, ସେତିକି ମେଘମାନେ ମାଠିଆରେ ଅଜାଡ଼ିଲା ପରି ବର୍ଷା କରୁଥାନ୍ତି। ମାଠିଆ ମୁହଁରେ ପାଣି ଢାଳିଲାଭଳି ଯେଉଁ ବର୍ଷା ସେ ବର୍ଷାରେ ଜାଲୁଆଟି ବିଚରା କି ଜାଲ ପକାଇବ। ତିନ୍ତିବୁଡ଼ି ସେ ତା ଜାଲଟିକୁ ଧରି ଧାଇଁ ପଳାଇଲା ଗାଁ ଆଡ଼କୁ। ଗାଁ ମୁଣ୍ଡରେ ବିଷ୍ଣୁଙ୍କ ମନ୍ଦିର। ଦୌଡ଼ି ଦୌଡ଼ି ସେ ସେ ମନ୍ଦିର ବରଣ୍ଡାକୁ ଉଠିପଡ଼ିଲା। ତେଣିକି ଆଉ ସେ କୁଆଡ଼େ ଗଲା ତାହା ମେଘମାନେ ଜାଣି ପାରିଲେ ନାହିଁ। ଧାଇଁ ଧାଇଁ ସ୍ଥିର ହୋଇ ରହି ବର୍ଷଣମୁଖର ମେଘମାନେ ଯେତେ ଅନାଇଲେ ଟିକିଏ ହେଲେ ସେମାନେ ଜାଣି ପାରିଲେ ନାହିଁ ଜାଲୁଆଟି ମନ୍ଦିର ପାଖରୁ କୁଆଡ଼େ ଗଲା। ଦପୀ କ୍ଷୁଧାକ୍ଳିଷ୍ଟ ମରଜଗତର ମାନବମୁଖରେ ଗଣ୍ଡାଏ ଆହାର ଦେବାପାଇଁ ପ୍ରବଳ ପ୍ରତାପୀ ବଳୀ ସ୍ୱର୍ଗରାଜ୍ୟ ଜୟକରି ବିଜୟ ଉଲ୍ଲାସରେ ଛୁଟି ଚାଲିଛି ବୈକୁଣ୍ଠ ଅଭିମୁଖେ। ସେ ଛୁଟି ଯାଇନାହିଁ ଭକ୍ତିପୂତ ହୃଦୟର ଉତ୍ସ ତାଙ୍କ ପାଦପ୍ରାନ୍ତେ ସମର୍ପଣ ପାଇଁ କିମ୍ୱା ବୈକୁଣ୍ଠର ଅତୁଳ ଐଶ୍ୱର୍ଯ୍ୟ ହରଣ ପାଇଁ। କେବଳ ଦେଶ ତଥା ଜାତିର ତୈନ୍ୟ ଅପସାରଣ ପାଇଁ-। ସେ ଅଣନିଶ୍ୱାସୀ ହୋଇ ଧାଇଁ ଚାଲିଛି। ବିଭବଶାଳୀ ସ୍ୱର୍ଗରାଜ୍ୟର ପରାଜିତ ଦେବତାମାନେ ବଳ ଏବଂ ତାର ଅନୁଚରମାନଙ୍କ ଦୃଢ଼ ପଦେକ୍ଷେପକୁ ଲକ୍ଷ୍ୟକଲେ ପ୍ରସ୍ତର ସଦୃଶ୍ୟ ଦଣ୍ଡାୟମାନ ହୋଇ ନିରବରେ। ମେନକା ଉର୍ବଶୀ ଆଦି ସ୍ୱପ୍ନମୟୀ ରୂପସୀ ତରୁଣୀ ଦେବତାର ପରାଜୟରେ ନିଜର ମନୋରମ ରୂପଶ୍ରୀକୁ। ପ୍ରଗାଢ଼ ଅନ୍ଧକାର ମଧ୍ୟରେ ଲୁକାୟିତ କଲେ। ମାତ୍ର ମର୍ତ୍ତ୍ୟର ଶ୍ରେଷ୍ଠ ମାନବ ବଳୀ ସ୍ୱର୍ଗରାଜ୍ୟର ପରାଜିତ ଦେବତାମାନେ ବଳ ଏବଂ ତାର ଅନୁଚରମାନଙ୍କ ଦୃଢ଼ ପଦକ୍ଷେପକୁ ଲକ୍ଷ୍ୟକଲେ ପ୍ରସ୍ତର ସଦୃଶ୍ୟ ଦଣ୍ଡାୟମାନ ହୋଇ ନିରବରେ। ମେନକା ଉର୍ବଶୀ ଆଦି ସ୍ୱପ୍ନମୟୀ ରୂପସୀ ତରୁଣୀ ଦେବତାର ପରାଜୟରେ ନିଜର ମନୋରମ ରୂପଶ୍ରୀକୁ ପ୍ରଗାଢ଼ ଅନ୍ଧକାର ମଧ୍ୟରେ ଲୁକାୟିତ କଲେ। ମାତ୍ର ମର୍ତ୍ତ୍ୟର ଶ୍ରେଷ୍ଠ ମାନବୀ ବଳୀ ସ୍ୱର୍ଗରାଜ୍ୟର ବିଳାସ ସମ୍ପଦପାଇଁ କେବେ ତ ଲାଳାୟିତ ନଥିଲା! ମାନବିକତାର ଉଜ୍ୱଳ ଦୀପ୍ତିରେ ସେ କାହିଁକି ବ୍ୟଭିଚାର ଅତ୍ୟାଚାରର କଳଙ୍କମସୀ ବୋଳିଦେବ? ବଳୀ କୌଣସିକୁ ଦୃକ୍ପାତ ନକରି ଧାଇଁ ଚାଲିଲା ବୈକୁଣ୍ଠ ଆଡ଼େ। ମହା ବିଭବଶାଳୀ ବୈକୁଣ୍ଠ। ଯେଉଁଠି ବିନା ସୂର୍ଯ୍ୟଚନ୍ଦ୍ରରେ ଅନ୍ଧକାରେ କାଳିମା ରେଖାର ସାମାନ୍ୟ ସନ୍ଧାନ ବି ମିଳେ ନାହିଁ–ଯେଉଁଠି ଜ୍ଞାନର ଅସ୍ତହୀନ ସୂର୍ଯ୍ୟ ଦିଦୀପ୍ତମାନ, ତାର ଶୋଭା ବର୍ଣ୍ଣନା ଯୁଗେ ଯୁଗେ କବି ଲେଖକଙ୍କ ଲେଖନୀ ଠାରୁ ଦୂରରେ ରହିଆସିଛି, ସେହିପୁର ଆଡ଼କୁ ଦ୍ରୁତ ଗତିରେ ଛୁଟି ଚାଲିଛି ମର୍ତ୍ତ୍ୟର ମହାମାନବ ଭଳି ଦୈତ୍ୟରାଜ୍ୟର ଶ୍ରେଷ୍ଠବ୍ୟକ୍ତି ବଳୀ। ସେ ଦ୍ରୁତଗତିରେ ଧାଇଁଗଲାବେଳେ ଅଣନିଶ୍ୱାସୀ ହୋଇ ଯାଉଥାଏ–କିନ୍ତୁ ନିଶ୍ୱାସ ନେବାକୁ ତାକୁ ବେଳ କାହିଁ? ଜାତିର ବିରାଟ ଦାୟିତ୍ୱ ମେଣ୍ଟାଇବାକୁ